କ'ଣ ବା ବାରିପାରେ ଏ ଆଖି ଦୁଇଟା? ୟେ ଜୀବନଯାକ ମଣିଷକୁ ବହୁ ଭୁଲ ଧାରଣା ଦିଏ, ଭୁଲ ବାଟ ବତାଏ, ପ୍ରତାରିତ କରେ। ବାହାରର ଦୃଶ୍ୟମାନଙ୍କୁ ନିଜ ଭିତରେ ବାନ୍ଧି ନ ପାରି ନିଜେ ବରଂ କେତେକ ନିର୍ଦ୍ଦିଷ୍ଟ ଦୃଶ୍ୟରେ ବାନ୍ଧି ହୋଇଯାଏ। ମନକୁ ଛନ୍ଦି ଦିଏ ନିର୍ଦ୍ଦିଷ୍ଟ କେତେକ ଧାରଣାରୁ ସୀମିତ ଗଣ୍ଡି ଭିତରେ-। ଆମ ଆଖିର କ'ଣ କିଛି ହେଲେ ସ୍ୱାଧୀନତା ଅଛି? ଟିଟୋର ମାଆ ବାପ ଦି'ଜଣ ଯାକ ସରକାରୀ ଚାକିରିଆ। ଦିନମାନଙ୍କରେ ତାଙ୍କ ସଙ୍ଗେ ଦେଖା ଚାହାଁର ଅବସର ଅତି ଅଳ୍ପ। ପୁଣି ଆଜିର ପ୍ରତ୍ୟେକଟି ମଣିଷ ନିଜେ ନିଜର ଖୋସାରେ ଆବଦ୍ଧ ଏକାକୀ ଅଣନିଃଶ୍ୱାସୀ। ଆଖି ମେଲି ପହଁରେଇ ନିଅନ୍ତି ସେମାନେ ପୁଅ ଉପରେ।। ସେ ଆଉ ପିଲା ନୁହେଁ। କଲେଜରୁ ପାଶ୍ କରିସାରି ଘରେ ବସି ରହିଛି। ହାତରେ କାମ ନାହିଁ, ମନରେ ଚିନ୍ତା ନାହିଁ। ସେମାନେ ବି ଦୂର ଅତୀତରେ ଏମିତି ଅବସ୍ଥା ଭିତର ଦେଇ ଏ ଘାଟିକୁ ପାର ହୋଇ ଆସିଛନ୍ତି। ବଡ଼ ଭୟଙ୍କର ଘାଟି। ଜୀବନର ଗୋଟାଏ ଭୀଷଣ ସନ୍ଧୀକ୍ଷଣ। ଦୋମୁହାଁଣି ଛକ ଜାଗା। ରାତି ଅଧଯାଏଁ ଆଲୁଅ ଜଳାଇ ଅନିଦ୍ରା ହୋଇ କ'ଣ ସେ କରେ? କେବେ ଖୁଡ଼ଖାଡ଼ ଶବ୍ଦ ଶୁଭୁଥାଏ କେ ବ ବି କିଛି ଶୁଭେ ନାହିଁ। କ'ଣ କରୁଛି କରୁ। ଚାକିରି ବାକିରୀ ଖଣ୍ଡେ ପାଇଁ କେତେ କୁହାବୋଲା ଯୋଗାଡ଼ ଯନ୍ତ୍ର ଚାଲିଛି। ତଥାପି କିଛି ହେଉ ନାହିଁ... ସଂସାରର ଦ୍ୱାରଦେଶରେ ସେ ଛିଡ଼ା ହୋଇଛି ସ୍ଥାଣୁ, ନିରୁପାୟ ହୋଇ ତେବେ ବି ତା' ଉପରେ ଅନେକ ଆଶା ଅନେକ ଭରସା। ଯେମିତି ସୁନା ହଂସ ଉପରେ ଅନେକ ଭରସା ରଖିଥିଲା... ରାଜରାଣୀଙ୍କ ଦୂରାନ୍ତରର ଭବିଷ୍ୟତ। ସୁନା ହଂସମାନେ କ'ଣ କେବେ ହେଲେ ଧରା ଦିଅନ୍ତି? ଆମେ ବି ତାଙ୍କୁ ଅଠାକାଠିର ଅଠାରେ ଜଡ଼ାଇ ରଖି ପାରୁନାହିଁ ସେମାନେ ଉଡ଼ିଯାଆନ୍ତି ତାଙ୍କର ନିତ୍ୟ ବିହାର ସ୍ଥଳୀ ମାନସରୋବର ଉଦ୍ଦେଶ୍ୟରେ। ତଥାପି ସେମାନେ ସ୍ୱୀକାର କରିଯାଆନ୍ତି ଏ ପଙ୍କିଳ ପୁଷ୍କରିଣୀର ଋଣ, ଏ ଧୂଳିଧୂସରିତା ପୃଥିବୀର ଋଣ। ଗଲାବେଳେ ଛାଡ଼ିଦେଇ ଯାଆନ୍ତି ସୁନାର ପରଟିଏ। ମୁଁ ପ୍ରଥମେ ଯିବାକୁ ମଙ୍ଗୁ ନ ଥିଲି କାରଣ ସୁଖ ସୌଭାଗ୍ୟ ଆନନ୍ଦର କୋଳାହଳ ଭିତରେ, ସୋଲ ବିଡ଼ାଟିଏ ଭଳି ଭାସି ଯାଇହେବ। ଶୋକ– ଦୁଃଖର ମହାସମୁଦ୍ର ଭିତରେ ବୁଡ଼ିବାକୁ ଯଉଁ ଗରୁପଣ ଦରକାର, ଦୁର୍ଭାଗ୍ୟକୁ ସାମ୍ନା କରିବାକୁ ଯେଉଁ ଶକ୍ତି ଦରକାର, ସେତକ ମୋ'ଠାରେ ନଥିଲା। କେମିତି ଯାଇ ଠିଆ ହେବି ଭାବି ମୋ' ଗୋଡ଼ ହାତ ଥରୁଥିଲା ତଥାପି ଯିବାକୁ ପଡ଼ିଲା ଯାଇ ବସିବାକୁ ହେଲା ସେଇଘରେ ସେଇ ତକ୍ତପୋଷ ଉପରେ। ଯେଉଁଠି ଦିନେ ଟିଟୋ ରହୁଥିଲା ଶୋଉଥିଲା ଆଜି ନାହିଁ। ଘରସାରା ବିଶୃଙ୍ଖଳାର ଚିହ୍ନ, ଶୋକର ଚିହ୍ନ ଗୋଟାଏ ହତାଶାର, ନିଃଶ୍ୱାସରୁନ୍ଧା ଚାପ, କାହାରି ମୁହଁରେ କଥା ନାହିଁ। ଘର ମଝିରେ, ଟେବୁଲ ଉପରେ, ଦିଅଁ ଦେବତାଙ୍କ ଫଟୋପରି, ଫୁଲ,